ବାପାଙ୍କ ମୁହଁକୁ ଚାହିଁ ସଚେତନ ହୋଇ ଉଠିଲା ମନୋରଞ୍ଜନ। ସାଙ୍ଗେ ସାଙ୍ଗେ ନିଜକୁ ସମ୍ଭାଳି ନେଇ କହିଲେ ତୁମେ ଏମିତି କାହିଁକି ହୋଇଛ ବୋଉ? ଜ୍ୱର କ'ଣ କାହାକୁ ହୁଏନି? ଜ୍ୱର କ'ଣ ତା'ର ଛାଡ଼ି ଯିବନି। ଏତେ ସାମାନ୍ୟ କଥାରେ ବ୍ୟସ୍ତ ହୋଇ ପଡ଼ କାହିଁକି? ଡାକ୍ତର ମନୋରଞ୍ଜନଙ୍କ ମୁହଁରେ ଫୁଟି ଉଠିଲା ଗମ୍ଭୀର ବିରକ୍ତି। ଅପରାଜିତା ମୂକ ଆଖିରେ ଚାହିଁଲେ ପୁଅର ମୁହଁକୁ। କହିଲେ ଟିକିଏ ଜ୍ୱର ହୋଇଛି? ତା'ର। ଜ୍ୱର ତୁ ମାପିଥିଲୁ? ପରୀକ୍ଷା କରି ଦେଖିଥିଲୁ ତା'ର କେତେ ଜ୍ୱର ରହୁଛି ଦେହରେ। କ୍ରୋଧରେ କଣ୍ଠ ତାଙ୍କର ରୁଦ୍ଧ ହୋଇ ଆସିଲା। ସ୍ୱାମୀଙ୍କ ଆଡ଼େ ମୁହଁ ବୁଲାଇ କହିଲେ ବୁଝିଲ! ଝିଅଟା ମୋର ଭାଇନା, ଭାଉଜ ହୋଇ ବିକଳ ହେଉଛି, ଅଥଚ ଇଏ ଟିକିଏ ବୋଲି ତା' ପାଖ ମାଡ଼ୁନି। ଔଷଧ ବି କ'ଣ ଟିକିଏ ଦେଉଛି ଯେ ତାର ତା' ପୁଣି ମୋରି ହାତରେ ପଠାଇ ଦେଇଛି। ଏଇ ପିଲାଟା ଏମିତି ବଦଳି ଯାଇଛି କାହିଁକି? ମୁଁ ତ କିଛି କଥା ବୁଝି ପାରୁନି! ବସିବା ଭଙ୍ଗୀକୁ ବଦଳାଇ ଦେଲେ ମନୋରଞ୍ଜନ, କହିଲେ ମୁଁ ତାକୁ ଦେଖିବାକୁ ଆଦୌ ଯିବିନି, ମୋଟେ ଯିବିନି। ମୁଁ ତା' ପାଇଁ କିଛି କରି ପାରିବିନି। ତା' ପାଇଁ ତୁମେ ଅନ୍ୟ ଡାକ୍ତର ଦେଖ। ମାଆ ମୁହଁ ଉପରେ ପୁଅରଏଇ ଆଜି ଏଇ ପ୍ରଥମ ପ୍ରତିବାଦ। ଅବାକ୍ ଆଖିରେ ପୁଅର ମୁହଁକୁ ଚାହିଁଲେ ଅପରାଜିତା। ଅଶ୍ରୁରୁଦ୍ଧ କଣ୍ଠରେ କହିଲେ ତାକୁ ତୁ ଦେଖି ପାରିବୁନି ନା, ହଇରେ କ'ଣ କହିଲୁ, ଆଉ ଥରେ କହିଲୁ। ମୁଁ ଅନ୍ୟ ଡାକ୍ତର ଡାକିବି। ହଇରେ ଅଲକ୍ଷଣା, ତତେ ମୁଁ କାହିଁକି ଡାକ୍ତର କରିଥିଲି। ଏଁ ମୋ ପଇସାରେ ପାଠ ପଢ଼ି, ପଇସା ଖାଇ ମଣିଷ ହୋଇଗଲୁ ବୋଲି, ଆଜି ମୋ ମୁହଁରେ କଥା କହୁଛୁ ନା? ବାହାର ମୋ ଘରୁ, ଏହିକ୍ଷଣି ବାହାରି ଯା। ବାହାର, ପୁଅ ମୁହଁକୁ ଚାହିଁ ପଥର ପାଲଟି ଯାଇଥିଲେ ଦିବ୍ୟେନ୍ଦୁ। ମାଆ ମୁହଁରେ ପୁଅ ଏମିତି କି କଥା କହୁଛି! ରାମଚନ୍ଦ୍ର ତୁଲ୍ୟ ପୁଅ ତାଙ୍କର ଆଜି ଏ କି ବ୍ୟବହାର ତା'ର! ଅନ୍ତରଟା ତାଙ୍କର ହଠାତ୍ ବାହୁନି ଉଠିଲା। ମୁହଁ ବୁଲାଇ ଥରେ ଚାହିଁଲେ ସିଏ, ଅପରାଜିତାଙ୍କ ଅଶ୍ରୁଳ ମୁହଁ। ଦୁହିଁଙ୍କ ମୁହଁ ଚାହିଁବା ଛଡ଼ା ତାଙ୍କର ଆଉ କରିବାର କିଛି ନଥିଲା। ଏପରି ଘଟଣା ଘଟିବା ଏ ଘରେ ଆଜି ପ୍ରଥମ। ତେଣୁ ସେ ମନରେ ବହୁତ ବ୍ୟଥା ପାଉଥିଲେ। ମନୋରଞ୍ଜନ ବୋଉଙ୍କର ବାଦନାୟୀତ ମୁହଁକୁ ଚାହିଁଲେ। ତା' ପରେ କ୍ଷୁବ୍ଧ ମନ ନେଇ ସେ ସେଠାରୁ ଉଠି ଚାଲିଗଲେ ନିଜର ଶୋଇବା ଘରକୁ। ପୁଅ ଚାଲିଗଲା ପରେ ଦିବ୍ୟେନ୍ଦୁ କହିଲେ ଶାନ୍ତ ହୁଅ ଜିତା, ଏପରି ଉତ୍ତେଜିତ ହେଲେ କୌଣସି ଦିନ ବୁଝି ପାରିବନି ତୁମେ ତୁମ ପୁଅ ଝିଅଙ୍କୁ। କାହିଁକି ମନୁ ତା'ର ଗୋଟିଏ ବୋଲି ଭଉଣୀ ପ୍ରତି ଏପରି ବ୍ୟବହାର କରୁଛି ସେଇ କଥାଟା ଭାବିବା ଆମେ। ସେ ନ କହିଲେ ନାହିଁ। ହୁଏତ ନ କହିବା ପରି କିଛି ଘଟିଛି ନହେଲେ ତୁମେ ଭାବି ଦେଖ ମନୁ କେତେ ଭଲ ପାଏ ସେଇ ତନୁକୁ। ଆଉ ସେ ମନୁର ଆଜିକାର ଏଇ ନିଷ୍ଠୁରତା ପାଇଁ କିଛି କ'ଣ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟି ନାହିଁ! ମନୁ ତୁମର ସେପରି ପୁଅ ନୁହେଁ, ଏକଥା ମୋଠୁ ନିଶ୍ଚୟ ଅଧିକ ଜାଣ। ସାଧାରଣ ସ୍ତ୍ରୀଲୋକ ପରି ଗର୍ଜି ଉଠିଲେ ଅପରାଜିତା। ଖତେଇ ହେଲା ପରି କହିଲେ ଆହା ହା ହା, ମୋ ପୁଅ ତ ସେପରି ପିଲା ନୁହେଁ। ହୁଁ ହୁଁ ଆଉ, ତାହେଲେ କ'ଣ ମୋ ଝିଅଟା ଖରାପ? ଭାରି ଭଦ୍ରଲୋକ ଆସିଲ ତୁମେ। ଝିଅ ମୋର ଏଡ଼େ ବଡ଼ ଜ୍ୱରରେ ବାପାକୁ ଖୋଜୁନି, କିମ୍ବା କରିବାକୁ ତା' ମାଆକୁ ବି ଖୋଜୁନି। ଚବିଶ ଘଣ୍ଟା ଭାଇନା, ଭାଇନା ହେଉଛି। ଅଥଚ କଥା କହି ପାରିଲେନି ଆଉ ଅପରାଜିତା। କାନ୍ଦି ଉଠିଲେ ଠିକ୍ ଛୋଟ ପିଲାଙ୍କ ପରି। ଶୂନ୍ୟରେ ଆଖି ରଖି କ'ଣ ଯେପରି ଭାବୁଥିଲେ ଦିବ୍ୟେନ୍ଦୁ। ହଠାତ୍ ଦିବ୍ୟେନ୍ଦୁଙ୍କର ଦୁଇ ଭ୍ରୂଲତା ମଝିରେ ସୃଷ୍ଟି ହେଲା ତ୍ରିକୋଣ ଗୋଟିଏ ସୂକ୍ଷ୍ମରେଖା। ତାଙ୍କ ଭିତରେ ବିରକ୍ତିଭାବ କିମ୍ବା ଚିନ୍ତାର ଭାବ ଉଦୟ ହେଲେ ଏହିପରି ତାଙ୍କର ଭ୍ରୂଲତା ମଝିରେ ଗୋଟେ ତ୍ରିକୋଣ ଚିହ୍ନ ଦେଖିବାକୁ ମିଳେ। କ୍ରନ୍ଦନରାତାର ସ୍ତ୍ରୀଙ୍କୁ ସାନ୍ତ୍ୱନା ଦେବା କଥା ଭୁଲିଗଲେ ଦିବ୍ୟେନ୍ଦୁ। କ'ଣ ଯେ ଭାବୁଛନ୍ତି ସେ କିଛି ବୁଝି ବୁଝା ପଡ଼ୁନି। କିନ୍ତୁ ସେହି ରେଖାଙ୍କିତ ମୁହଁରେ ନିଶ୍ଚଳ ହୋଇ ବସି ରହିଲେ ଦିବ୍ୟେନ୍ଦୁ। ଅପରାଜିତା ବହୁ ସମୟ ଧରି କାନ୍ଦିବା ପରେ ଭାରାକ୍ରାନ୍ତ ହୃଦୟ ନେଇ ଉଠିଗଲେ ସେଠାରୁ। ଚାଲିଗଲେ ତାଙ୍କର ଯୁଗଯୁଗର କ୍ଳାନ୍ତି। ଦିବ୍ୟେନ୍ଦୁ କିନ୍ତୁ ଭାବି ଚାଲିଛନ୍ତି।